ବିଦ୍ୟାଗୁରୁ ଓ ଦୀକ୍ଷା ଗୁରୁଙ୍କଠାରେ ବହୁତ ଭଲ ଗୁଣ ଥାଏ। ସେମାନେ ଶିଷ୍ୟର ପୂରା ଦାୟିତ୍ଵ ନେଇଥାନ୍ତି। ସେମାନେ ମାନବୋଚିତ ଗୁଣଗୁଡ଼ିକ ନିଜ ଶିଷ୍ୟକୁ ଦେବା ପାଇଁ ବ୍ୟଗ୍ର ହୁଅନ୍ତି-। ଆବଶ୍ୟକ ସ୍ଥଳେ ସେମାନେ ଶିଷ୍ୟକୁ ଶାସନ କରି ଗୁଣ ଶିକ୍ଷା ଦିଅନ୍ତି। ଆଜିକାଲି ବିଦ୍ୟାଳୟଗୁଡ଼ିକରେ ଗୁଣଶିକ୍ଷା ବା ଚରିତ୍ର ଗଠନ ପ୍ରତି ଅଧିକ ଦୃଷ୍ଟି ଦେବାର ବ୍ୟବସ୍ଥା କରାଯାଉଛି-। ଚରିତ୍ରବାନ ଛାତ୍ରର ଆଦର ଯଥେଷ୍ଟ ବେଶୀ। ଏମାନଙ୍କ ଛଡ଼ା ପିତାମାତାଦି ଗୁରୁଜନମାନେ ମଧ୍ୟ ଗୁରୁପଦବାଚ୍ୟ। ସେମାନେ ସର୍ବଦା ଭଲ ଗୁଣ ଶିଖାଇବା ପାଇଁ ବ୍ୟସ୍ତ ରହନ୍ତି-। ସବୁ ଗୁରୁଙ୍କ ମଧ୍ୟରେ ମାତାହିଁ ପ୍ରଥମ। ସେ ପିଲା ଦିନରେ ଶିକ୍ଷା ଦିଅନ୍ତି। ପିଲା ଦିନର ଗୁଣଗୁଡ଼ିକ ଆଜୀବନ ରହିଯାଏ। ଏଥିପାଇଁ କହନ୍ତି– ଯାହା ନୋହିବ ବାଳକାଳେ, ତାହା ନୋହିବ କାଳେ କାଳେ। ଯେଉଁ ଶିଷ୍ୟ ଗୁରୁ ଖୋଜିବ ତାହା ଆଗରେ ଗୁରୁ ସଂଖ୍ୟା ଅନେକ। ଯେଉଁ ଶିକ୍ଷ୍ୟ ଅନ୍ୟକୁ ଗୁରୁ ବୋଲି ସ୍ଵୀକାର କରିବାକୁ କୁଣ୍ଠିତ ହେବ ଅର୍ଥାତ୍ କାହାଠାରୁ କିଛି ଶିଖିବାକୁ ନ ଚାହିଁବ, ତାହା ଆଗରେ ଗୁରୁ ସଂଖ୍ୟା ଶୂନ୍ୟ କହିଲେ ଚଳେ। ଆଉ ମଧ୍ୟ ଆଜି ସମାଜରେ ନିଜକୁ ଗୁରୁ ମନେ କରିବାକୁ ଅଧିକାଂଶ ଲୋକ ଚାହାନ୍ତି। ସେମାନେ ଅନ୍ୟକୁ ଉପଦେଶ ଦେବାକୁ ଖୁସି ମନେ କରନ୍ତି। ଏପରିକି ନିଜଠାରେ ଯେଉଁ ଭଲଗୁଣ ନାହିଁ, ଅନ୍ୟକୁ ସେହି ଗୁଣରେ ଉପଦେଶ ଦେଇଥାନ୍ତି। ତଥାପି ଯେଉଁ ଶିକ୍ଷ୍ୟ ଗୁରୁଙ୍କଠାରୁ ଶିଖିବାକୁ ଚାହାନ୍ତି, ତାଙ୍କର ଏପରି ଗୁରୁଙ୍କ କଥାକୁ ମଧ୍ୟ ଶୁଣିବା ଉଚିତ। ଗୁରୁଙ୍କ କଥାକୁ କାମରେ ଲଗାଇ ପାରିଲେ ଲାଭ। ଗୁରୁ ନିଜେ ଯାହା କରନ୍ତୁ, ଶିଷ୍ୟର ଭାବିବାର ନାହିଁ। ଗୁରୁ ନିଜେ ମିଥ୍ୟା କହନ୍ତି ଅଥଚ ଅନ୍ୟକୁ ମିଥ୍ୟା ନ କହିବାକୁ ଉପଦେଶ ଦିଅନ୍ତି, ସେତେବେଳେ ଉପଯୁକ୍ତ ଶିଷ୍ୟ ମିଥ୍ୟା ନ କହିବାକୁ ହିଁ ଅଭ୍ୟାସ କରେ। ଶିଷ୍ୟ ଯଦି ଟାଣୁଆ ନ ଥାଏ ତେବେ ଏତାଦୃଶ ଗୁରୁଙ୍କ ପ୍ରଭାବ କାର୍ଯ୍ୟକାରୀ ହୁଏ ନାହିଁ। ସେଥିପାଇଁ ଦୁର୍ବଳଚିତ୍ତ ଶିଷ୍ୟ ପ୍ରଥମେ ବହୁ ଗୁଣ ଯୁକ୍ତ ଗୁରୁଙ୍କ ଭଲ କାର୍ଯ୍ୟକୁ ଅନୁସରଣ କରିବ। ଯେତେବେଳେ ଶିଷ୍ୟ ଟିକିଏ ଟାଣୁଆ ହୋଇଯିବ ସେତେବେଳେ ସମସ୍ତଙ୍କୁ ଗୁରୁ କରିପାରିବ। ଟାଣୁଆ ଶବ୍ଦର ଅର୍ଥ–ଦୋଷ ଓ ଗୁଣ ଦୁଇଟିରୁ ଦୋଷକୁ ଆଦୌ ନ ଦେଖି କେବଳ ଗୁଣକୁ ଦେଖିବା। ମନୁଷ୍ୟର ସ୍ଵଭାବ, ପରର ଦୋଷ ଦେଖିବା। ଏହି ସ୍ଵଭାବକୁ ନ ବଦଳାଇଲେ ନିଜ ଆଗରେ ଗୁରୁ ସଂଖ୍ୟା କମିଯିବ। କାରଣ ଏପରି ଗୁରୁ ଆଜି ଅତି ଅଳ୍ପ ଅଛନ୍ତି, ଯାହାଙ୍କଠାରେ ଆଦୌ ଦୋଷ ନାହିଁ କେବଳ ଗୁଣ ଅଛି। ଅତଏବ ଗୁରୁ ବାଛିବାରେ ଦୁଇଟି ବିପଦର ସମ୍ମୁଖୀନ ହେବାକୁ ହୁଏ। ଜନ୍ଦା ପିମ୍ପୁଡ଼ି, କୀଟପତଙ୍ଗ ଓ ପଶୁପକ୍ଷୀ ଠାରେ ଭଲ ଗୁଣ ଥିଲେ ସୁଧା ସେମାନଙ୍କୁ ଗୁରୁ ବୋଲି ସ୍ଵୀକାର କରିବାକୁ ନିଜର ମନ ସହଜରେ ରାଜି ହୁଏ ନାହିଁ। ଯେଉଁ ମନୁଷ୍ୟର ଭଲ ଓ ମନ୍ଦ ଦୁଇଟି ଗୁଣ ଅଛି, ତାହାର ଭଲ ଗୁଣକୁ ଦେଖିବାବେଳେ ତାହାର ମନ୍ଦ ଗୁଣ ଆଗେ ଦେଖାଯାଏ। ମନ୍ଦ ଗୁଣପ୍ରତି ଘୃଣା ଆସେ ଏବଂ ଭଲ ଗୁଣ କଥା ପାସୋରିଯାଏ। ଟିକିଏ ବିଚାରଶକ୍ତି ପ୍ରୟୋଗ କଲେ ଏହି ବିପଦ ଦୂର ହୋଇଯିବ। ଶେଷକଥା, ଏକାଧିକ ଗୁଣଯୁକ୍ତ ମାନବଙ୍କୁ ସଜ୍ଜନ ବା ଗୁରୁ ମନେକରି ଭକ୍ତି କର। ଶଙ୍କରାଚାର୍ଯ୍ୟ ମୋହମୁଦ୍ଗରରେ କହିଛନ୍ତି, "ସଜ୍ଜନ ସଙ୍ଗରେ କ୍ଷଣେମାତ୍ରେ ବାସ କଲେ ଏ ଦୁଃଖପୂର୍ଣ୍ଣ ସଂସାରର ଦୁଃଖ